ମାନେ? ଆମରି ଘରେ ଭଡ଼ା ନେଇ ସେ ଯାହାକୁ ବାପା ବୋଲି କହୁଥିଲା, ସେ ତାର ନିଜର ବାପା ନୁହେଁ। କଳଙ୍କିତ ଶେଷ ସୋପାନରୁ ଏମାନେ ଲୁସିକୁ ଆବିଷ୍କାର କରିଥିଲେ। ଆଉ ସରଳ ବିଶ୍ୱାସର ସୁଯୋଗ ନେଇ ଏ ଦଳକୁ ମୋତେ ଯେଉଁପରି ଭାବରେ ସେ ନେଇଆସିଥିଲା, ମୋ ପରେ ମୀରା ମଧ୍ୟ ସେହିପରି ତାହାର ଶିକାର ହୋଇଥିଲା। ମାନେ, ଆମ ଉଭୟଙ୍କ ପାଇଁ ଭବିଷ୍ୟତରେ ଦ୍ୱାର ଏକାଥରେ ରୁଦ୍ଧ ହୋଇଯାଇଛି। ମୀରା ବିରୁଦ୍ଧରେ ଏଠାକାର ପୋଲିସ୍ ରେକର୍ଡ ସୃଷ୍ଟି ହୋଇଛି। କିନ୍ତୁ ତୁଷାର ବାବୁ, ଆପଣ ମୋତେ ଯାହା ଭାବନ୍ତୁ ନା କାହିଁକି, ଏହା ପରେ ମୋତେ ଯେଉଁ ଦଣ୍ଡ ଦେବାକୁ ଚାହାନ୍ତୁ ବରଂ, ତଥାପି ମୁଁ କହିବି କିନ୍ତୁ ତୁମ କଥାରେ ମୁଁ କିପରି ଭାବରେ ବିଶ୍ୱାସ କରିବି ଲୀଳା, ତୁମେ ବି.ଏସ୍‌ସି. ଡିଗ୍ରୀଧାରୀ, ତୁମ ଭାଇମାନଙ୍କ ପାଇଁ ତୁମେ ଏତେ ତ୍ୟାଗ ସ୍ୱୀକାର କରିଛ, ଆଉ ସର୍ବୋପରି ଲୁସି। ମୁଁ ଜାଣେ ତୁଷାର ବାବୁ, ଲୁସି ଯେଉଁ ଜାଲ ଆପଣଙ୍କ ଉପରେ ବିସ୍ତାର କରିଛି, ସେ ଜାଲରୁ ମୁକୁଳିବାର ଉପାୟ ଯେତେ ସହଜ ବୋଲି ଆପଣ ବିବେଚନା କରିଛନ୍ତି, ତାହା ଏତେ ସହଜ ବ୍ୟାପାର ନୁହେଁ। ପାଞ୍ଚ ବର୍ଷ ପରେ ଆପଣଙ୍କୁ ଆମେରିକାରେ ନାଗରିକତ୍ୱ ଦେବା ସଙ୍ଗେ ସଙ୍ଗେ ଲୁସିକୁ ପତ୍ନୀ ଭାବରେ ପାଇ ତଥା ଅଜସ୍ର ବ୍ୟାଙ୍କ ବାଲାନ୍ସର ଅଧିକାରୀ ହେବା କେବଳ ଗୋଟିଏ ଦୁଃସ୍ୱପ୍ନ। ମୋହରି ଆଖି ଆଗରେ ସେ ଏମିତି କେତେ ଲୋକଙ୍କର ପ୍ରଣୟିନୀ ସାଜିଛି। ଦେହ ମନ ସବୁ ଦେଇ ଆପଣାର କରିଛି। ଆଉ ଠିକ୍ ଆପଣ ସେହିଭଳି ଭାବରେ ଲୁସିର ପ୍ରେମ ସାଗରରେ ଭବିଷ୍ୟତର ଯେଉଁ ରଙ୍ଗୀନ୍ ସ୍ୱପ୍ନ ଦେଖୁଛନ୍ତି, ଆଉ କିଛିଦିନ ପରେ ଯେତେବେଳେ ପୋଲିସ୍‌ର ରେକର୍ଡ ଆପଣଙ୍କ ବିରୁଦ୍ଧରେ ବିଶ୍ୱବ୍ୟାପୀ ଖେଳିଯିବ, ସେତେବେଳେ ଆପଣ ନିରୁପାୟ ହୋଇଯିବେ, ଆଉ ଲୁସି ଚାଲିଯିବ ପୁଣି କେଉଁ ସୁଦୂର କୋଣକୁ ଆଉ ଜଣେ ପ୍ରେମିକର ସନ୍ଧାନରେ। ଲୀଳା, ଅବଶ୍ୟ ପୋଲିସ୍ ରେକର୍ଡ ଉପରେ ଆମେ ପୂର୍ବରୁ ଏଠାରେ ସେତେ ଗୁରୁତ୍ୱ ଦେଉନଥିଲୁ। କାରଣ ପୋଲିସ୍‌ର ଉଚ୍ଚପଦସ୍ଥ ଅଫିସର ଯେତେବେଳେ ଏହାର ଜଣେ କର୍ମକର୍ତ୍ତା ଥିଲେ, ସେତେବେଳେ ଏ ବିଷୟରେ ସୁବିଧା ଥିଲା, ଅବଶ୍ୟ ଦଳର ଉଚ୍ଚପଦସ୍ଥ ଅଫିସରମାନଙ୍କ ପାଇଁ। କିନ୍ତୁ ଠିକ୍ ଆମମାନଙ୍କ ପରି ହତଭାଗିନୀମାନଙ୍କ ପାଇଁ ସେହି। ପୋଲିସ୍ ଅଫିସର ଏମିତି ରେକର୍ଡ ସୃଷ୍ଟି କରି ରଖିଦେଉଥିଲେ ଯେ, ଯାହାଦ୍ୱାରା ଆମେ ସହଜରେ ଆଉ ଏଠାରୁ ଯିବାକୁ ଇଚ୍ଛା କରିବୁ ନାହିଁ। ତୁମ ମନରେ ଯେତେବେଳେ ଏହି କଥାର ଦୃଢ଼ ଧାରଣା ଆସିଗଲା, ସେତେବେଳେ ତ ତୁମେ ପୋଲିସ୍ କିମ୍ବା ସି.ଆଇ.ଡି.ଙ୍କ ନିକଟରେ ତୁମେ ମୋତେ ହସାଇଲ, ଡକ୍ଟର। ପୋଲିସ୍, ସି.ଆଇ.ଡି.ମାନଙ୍କ ନିକଟରେ ଆପତ୍ତି କରିବା ତ ଦୂରର କଥା, ଯେଉଁ ଭଦ୍ରବ୍ୟକ୍ତିଟିକୁ ଶିକାର କରିବା ପାଇଁ ଏହି ଦଳ ତରଫରୁ ନିର୍ଦ୍ଦେଶନାମା ଦିଆଯାଇଥାଏ, ତା ନିକଟରେ ଅତି ବିଶ୍ୱାସରେ ଏ କଥା କହି ମଧ୍ୟ ମୁକ୍ତି ମିଳିବା ଅସମ୍ଭବ। କାରଣ ଏ ଦଳର ଗୁପ୍ତଚର ଅତି ସାଙ୍ଘାତିକ। ଆଉ ବାହାରର ଲୋକ କିଏ ଯେ ଏହି ଦଳର ଅଥବା ଏହି ଦଳର ନୁହେଁ, ତାହା ଜାଣିବା ମଧ୍ୟ ଅତ୍ୟନ୍ତ ଦୁଃସାଧ। ଆଉ ଏହା ଭିତରକୁ ଯେଉଁମାନେ ଆସନ୍ତି, ସେମାନଙ୍କୁ କହିବା ଅର୍ଥ ନିଜେ ବିପଦ ବରଣ କରିବା। ଆଉ ମୁଁ କଣ ଏ ଦେଶରୁ ଏକ ବ୍ୟତିକ୍ରମ ବୋଲି ତୁମର ଧାରଣା? ଗମ୍ଭୀର ଭାବରେ କହିଲେ ତୁଷାରକାନ୍ତି। ନା, ସେହି ଧାରଣା ନାହିଁ ବୋଲି ତ ମୁଁ ତୁମକୁ ଏତିକି କଥା ଜଣାଇଦେଲି। କିନ୍ତୁ